କିନ୍ତୁ ମିଥ୍ୟା, ସବୁ ମିଥ୍ୟା? କଣ୍ଟ ଦିନ ଶେଷ ହୋଇଗଲା। ଶେଷ ହୋଇଗଲା କେତେ ଦିନ, ମାସ କିନ୍ତୁ ଶେଷ ହେଲା ନାହିଁ ସେ ଝିଅର ଉତ୍କଣ୍ଠା, ତାର ଅପେକ୍ଷା, ତା ମନ ଭିତରେ ସ୍ଵପ୍ନ ଓ ଗୋପନ ଆଲେଖ୍ୟ। ଯେତିକି ଯେତିକି ଦିନ ଯାଏ ସେତିକି ସେତିକି ଝିଅଟି ଅସ୍ଥିର ହୋଇ ଉଠେ। ଏମିତି ହୁଏ, ଉଡ଼ିଯିବାଲାଗି ତାର ସମଗ୍ର ସତ୍ତା ଉତ୍ତେଜିତ ହୋଇ ଉଠେ। ମନର ପକ୍ଷୀ ଆକାଶ ତଳେ ଉଡ଼ିଯାଏ ଯୋଜନ ତରଙ୍ଗ ତରଙ୍ଗ ଚାହାଣି ନେଇ ସେ ଖୋଜିଯାଏ ନିଘଞ୍ଚ ବନାନୀ, ଶ୍ୟାମ ଉପତ୍ୟକା, ନୀରବ ପଲ୍ଲୀ, ମୁଖର ଲୋକାଳୟ। ଏତେବଡ଼ ପୃଥିବୀ ତା ଟିକିନିକି ଡେଣାରେ ଲୁଚିଯାଏ କିନ୍ତୁ ସେଇ ତାର ସୂର୍ଯ୍ୟ, ସେହି ସସ ଶଠ ପୂରୁଷ, ତାର ସନ୍ଧାନ ମିଳେନା। ସେ ବ୍ୟର୍ଥତାରେ ବ୍ୟାକୁଳ ଚିତ୍କାର କରେ। ତମେ ଏ ପୃଥିବୀଠାରୁ ବଡ଼, ଆକାଶ ହୁଁ ସୁଦୂର। ତମକୁ ମୁଁ ଧରି ପାରୁ ନାହିଁ । ବିତିଗଲା ଦୀର୍ଘ ଛ ମାସ। ଚାହିଁ ଚାହିଁ ଝିଅଟି ମୁକ ବଧିର ହୋଇଗଲା। ମନର ଗୋଟା ଗୋଟା ତନ୍ତ୍ରୀ ଟିକି ଟିକି ଛିଡ଼ିଗଲା। ବେଳେ ବେଳେ ସେ ନିଜକୁ ନିଜେ ଚିଡ଼ି ଉଠେ। ତାର ମନ ହୁଏ ନିଜକୁ ନିଜେ ସେ ହାଣିଦିଅନ୍ତା, ମାରିଦିଅନ୍ତା। ନିଜର ମନ ଉପରେ ତାର ଭୟାନକ କ୍ରୋଧ ହୁଏ, ଆଃ ଏ ମନଟା ମାରି ପୋଡ଼ି ପାଉଁଶ ହୋଇ ଯାଆନ୍ତା ନାହିଁ? ଏହି ରାଗ ଓ ବିରକ୍ତ ସବୁବେଳେ ମଧ୍ୟ ରହି ପାରେନା। ନାନା ବିପର୍ଯ୍ୟୟ ଭିତରେ ନିଜପ୍ରତି ତାର ଅନନ୍ତ କରୁଣା ବି ସୃଷ୍ଟି ହୁଏ। ନିଜକୁ ଚାହିଁ ଚାହିଁ ତାର ଦୀର୍ଘଶ୍ଵାସ ଉଠେ। ଏତେ ବଡ଼ ପୃଥିବୀରେ ଏତେ ଲୋକ ଗହଳିରେ, ଗୋଟାଏ ଗଣିକାର ଏହି ତୀବ୍ର ଅନ୍ତର୍ଜ୍ୱଳନ ଏକ ଅନାଦୃତ ସ୍ୱପ୍ନର ହତାଶା। କେତେ ଟିକିଏ, କେତେ ତୁଚ୍ଛ ହୋଇ କୁଆଡ଼େ ଲୁଚିଯିବ। କିଏ କଣ କେବେ ବୁଝି ପାରିବ, ଏ ଅଶ୍ରୁ, ତାର ନଦୀ। ଏ ଭାବ ତାର କାବ୍ୟ, ଏ ମନ ତାର ଏକ ନିଃସଙ୍ଗ ଆକାଶର ସୀମା ନେଇ କେବଳ ଆର୍ତ୍ତନାଦ କରୁଛି? ଏହା ଭାବୁ ଭାବୁ ସେ ଆତ୍ମହରା ହୋଇଉଠେ। ଗୁଣୁ ଗୁଣୁ ହୋଇ କହେ, ମୁଁ ଯେ ଅସ୍ତ ଲଗ୍ନର କାରୁଣ୍ୟ । ହେ ସୂର୍ଯ୍ୟ, ତମପାଇଁ ମୁଁ ହାତ ବଢ଼ାଉଛି କାହିଁକି ମୋର ସାମ୍ମୁଖ ଯେ ଅନ୍ଧକାର। କହୁ କହୁ ସେ ତାର ନିଜର ସେହି ଚମ୍ପାକଢ଼ି ସମ ଆଙ୍ଗୁଠିଗୁଡ଼ିକୁ ସାଉଁଳି ସାଉଁଳି ବାରମ୍ବାର ଚୁମା ଦିଏ । ଗୋଟିଏ ମିଥ୍ୟା ପ୍ରତିଶ୍ରୁତି ସେ ଝିଅଟି ମନରେ ଯେଉଁ ବୀଜ ରୋପଣ କରିଥିଲା, ସେ ବୀଜଟି ତା ମନର ସବୁ ରସକୁ ଶୋଷି ଶୋଷି ନୀରବରେ, ଗୋପନରେ ବଢ଼ିବାକୁ ଲାଗିଲା। ଦିନଦିନର ଅନୁଭୂତି ଅଶ୍ରୁ, ବେଦନା କାମନାରେ ପୁଷ୍ଟହୋଇ ଅବଲୀଳାକ୍ରମେ ସେ ଏକ ବିରାଟ ବନସ୍ଵତିର ଆକାର ଧାରଣ କଲା। ତା ଚେର ଯେତିକି ଗଭୀରକୁ ପ୍ରବେଶ କଲା ତାର ଶୀର୍ଷ ସେତିକି ଶାଖା, ପ୍ରଶାଖା ମେଲି ବିସୃତ ହୋଇ ପଡ଼ିଲା। ସେଇ ବନସ୍ପତି ହୋଇ ଉଠିଲା, ସେଇ ଗଣିକା ଝିଅଟିର ସମ୍ପୂର୍ଣ୍ଣ ସଂସାର। ତାର ସର୍ବସ୍ଵ, ତା ଭିତରେ ସେ କେତେଘର ସଜାଡ଼ିଛି କେତେ ଗୃହିଣୀ ହୋଇଛି କେତେ ରାଗ ରୁଷା, ଅଭିମାନର ମିଶ୍ରରାଗ ତୋଳିଛି ତା ବହି ଦୃଷ୍ଟିରେ ସମ୍ପୂର୍ଣ୍ଣ ଅଜ୍ଞାତ ରହିଗଲା। ଶେଷକୁ ସେ ନିଜକୁ ମୁକ୍ତ କରି କଲିକତାର ରେଳପଥକୁ ଓହ୍ଲାଇ ଆସିଲା। ମନ ଭିତରେ ସେଇ ସଂସାରର ଭାରକୁ ବହନ କରି ସୁଦୂର ପ୍ରିୟତମ ଉଦ୍ଦେଶ୍ୟରେ ଦୁଇ ହାତ ଯୁକ୍ତକରି କହିଲା, ପ୍ରବୀର ଦାସ। ତମେ କେଉଁଠି ଅଛ ତା ଜଣା ନା କିନ୍ତୁ